ଏହି ହେଉଛି ବର୍ତ୍ତମାନ ବିରାଟ ପ୍ରଶ୍ନ। ଏଥିରେ ଭାରତୀୟ ଶାସନ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛି, ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ଇଂଲଣ୍ଡର ଗୃହ ବିଭାଗର ମନ୍ତ୍ରୀ ରାଇଟ୍ ଅନରେବଲ୍ ଜେ ଚୁରେଇଡ଼ ରେ ଯେଉଁ ନୀତି ବ୍ୟାଖ୍ୟାନ କରିଥିଲେ, ତାହା ବାସ୍ତବିକ ଗଣତାନ୍ତ୍ରିକ ପଦ୍ଧିତରେ ଅଫିସରମାନଙ୍କର ମୂଳମନ୍ତ୍ର ହେବା ଉଚିତ। ତାଙ୍କର ବ୍ୟାଖ୍ୟାନର ଅନୁବାଦ କାଲି ଏହି ସ୍ତମ୍ଭରେ ଦେଇ ଏ ଲେଖା ଶେଷ କରିବି। ବିଖ୍ୟାତ କବି ମିଲଟନ ଲେଖିଥିଲେ- ''ସ୍ୱାଧୀନତାର ଅର୍ଥ ନୁହେଁ ଓ ଏଥିରୁ। ଏହା ଆଶା କରିବା ଉଚିତ ନୁହେଁ ଯେ ଦେଶରେ କାହାରି କିଛି ଆପତ୍ତି ଅଭିଯୋଗ ରହିବନାହିଁ। ସ୍ୱାଧୀନତାର ଅର୍ଥ ଓ ଆବଶ୍ୟକତା ଏହି ଯେ ଆପତ୍ତି ଅଭିଯୋଗମାନ ଶୁଣାହେବ, ଗମ୍ଭୀର ଭାବରେ ବିଚାର କରାହେବ ଓ ଶୀଘ୍ର ପ୍ରତିକାର କରାହେବ। '' ଏ ଦିଗରୁ ବିଚାର କଲେ ସ୍ୱାଧୀନତା ପୂର୍ବରୁ ଆପତ୍ତି ଅଭିଯୋଗମାନ ଶୁଣାହୋଇ ଯେପରି ତଦନ୍ତ ଇତ୍ୟାଦି କରାହେଉଥିଲା ଆଜି ସେପରି ହେଉନାହିଁ। ଅଫିସରମାନେ ନିୟମିତ ଭାବରେ କାର୍ଯ୍ୟ କରିବେ ଓ କେମ୍ପ ପକାଇ ଦୂରସ୍ଥାନମାନଙ୍କରେ ରହିବେ, କେମ୍ପ କଚେରୀ ମଧ୍ୟ ହେବ। ଏ ସବୁ ଏକ ସମୟରେ ଅତ୍ୟାବଶ୍ୟକୀୟ ନିୟମ ଥିଲା। ଆଜି ପିଚୁ ରାସ୍ତାରେ ଶହ ଶହ ମାଇଲ ମଟରରେ ଯିବା ଆସିବା ଛଡ଼ା ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାପାଇଁ ଗ୍ରସ୍ତ ପ୍ରାୟ ହେଉନାହିଁ। ଆପତ୍ତି ଅଭିଯୋଗ ଶୁଣିବାପାଇଁ ମଧ୍ୟ ଧୈର୍ଯ୍ୟନାହିଁ, ବୁଝିବା ତ ଦୂରର କଥା। ସ୍ୱାଧୀନତା ପରେ ଶାସନ ସଂସ୍କାରପାଇଁ ଯେତେ ରିପୋର୍ଟ ପ୍ରକାଶିତ ହେଲାଣି ସବୁଥିରେ ଏହି ଦୋଷଟି ଦର୍ଶାହୋଇଛି। ମାତ୍ର ତାହାର ଦୂରୀକରଣ ହେଉନାହିଁ। ପ୍ରଚଳିତ ଶାସନ ପଦ୍ଧତିର କେନ୍ଦ୍ର ହେଉଛନ୍ତି ଜିଲା ମାଜିଷ୍ଟ୍ରେଟ ଓ ସବ୍ଡ଼ିଭିଜନରେ ସବ୍ଡ଼ିଭିଜନାଲ ଅଫିସର। ଉପରର ସବୁ ବିଭାଗର ସମସ୍ତ କାର୍ଯ୍ୟମାନଙ୍କ ମାଧ୍ୟମରେ ଜନତା ଭିତରେ ପ୍ରବେଶ କରିବାର କଥା। ସମସ୍ତ ବିଭାଗ ସହିତ ଜିଲା ମାଜିଷ୍ଟ୍ରେଟଙ୍କ ଘନିଷ୍ଠ ସମ୍ପର୍କ ରଖିବାକୁ ସବୁ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଅବହିତ ହେବାକୁ ହେବ ଏବଂ ଯଥା ସମୟରେ ସଂପୃକ୍ତ ବିଭାଗମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ହେବ। ଏହି କାର୍ଯ୍ୟଟି ସୁଚାରୁରୂପେ ହୋଇପାରିଲେ, ଶାନ୍ତି ଶୃଙ୍ଖଳାର ପ୍ରଶ୍ନ କେବେ ଉତ୍କଟ ହେବନାହିଁ। ଏହା ମୁଁ କହୁଛି କେବଳ ତାତ୍ତ୍ୱିକ ଦୃଷ୍ଟିରୁ ନୁହେଁ, ମୋରି ନିଜର ଅଭିଜ୍ଞତାରୁ ଓ ଭାରତରେ ବିଭିନ୍ନ ପ୍ରଦେଶରେ ଘଟିଥିବା କେତୋଟି ଗୁଳିକାଣ୍ଡର ତଦନ୍ତ ରିପୋର୍ଟ ଅଧ୍ୟୟନରୁ। ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଆଦିଷ୍ଟ ହୋଇ ପଶ୍ଚିମବଙ୍ଗର ଏକ ଗୁଳିକାଣ୍ଡର ତଦନ୍ତ ଡକ୍ଟର ରାୟ ଓ ମୁଁ କରିଥିଲୁ। ଏହା ଯେ ଭାରି ବଡ଼ କଥା ତା ନୁହେଁ। ଟିକିଏ ଚିନ୍ତା କଲେ ଓ ଅନୁସନ୍ଧାନ କଲେ ଜଣାପଡ଼ିବ ଯେ ଅସନ୍ତୋଷ ସୃଷ୍ଟିହେବା ସମୟରୁ ପ୍ରତିକାରର ବ୍ୟବସ୍ଥା କଲେ ଶାନ୍ତି ଶୃଙ୍ଖଳା ସହଜରେ ଭଙ୍ଗ ହେବନାହିଁ। ମୋଟ କଥା ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଗମ୍ଭୀର ଭାବରେ ବିଚାର କରି ଶୀଘ୍ର ନିଷ୍ପତ୍ତି କରିବାପାଇଁ ବ୍ୟବସ୍ଥା ହେଲେ ଜନତାର ମନ ହିଂସାତ୍ମକ କାର୍ଯ୍ୟ ଆଡ଼କୁ ଯିବନାହିଁ। କେହି ଶୁଣୁନାହାନ୍ତି ତେଣୁ ହିଂସାତ୍ମକ ଆନ୍ଦୋଳନରେ ମତାଇବାକୁ ହେବ ଏ ଯୁକ୍ତି ମଧ୍ୟ ଯଥାର୍ଥ ନୁହେଁ। ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ ଯେତିକି ଧୈର୍ଯ୍ୟର ସହ ହିଂସାତ୍ମକ ଆନ୍ଦୋଳନ ପାଇଁ ନିତାନ୍ତ ଅଜ୍ଞ ଜନତାକୁ ଶିକ୍ଷା ଦେଉଛନ୍ତି, ସେମାନେ ସେହି ଧୈର୍ଯ୍ୟର ସହ ଆପତ୍ତି ଅଭିଯୋଗ ଉପସ୍ଥାପନ ଦିଗରେ ଓ ଲୋକଶିକ୍ଷା ଦିଗରେ ଯତ୍ନ କଲେ, ସେମାନଙ୍କ ଉଦ୍ଦେଶ୍ୟ ସାଧିତ ହେବ ଏଥିରେ ସନ୍ଦେହ ନାହିଁ।